ସେମାନେ ଚାଷୀ, ମୂଲିଆ, ଶ୍ରମିକଙ୍କ ପାଇଁ ଲଢ଼ିବାକୁ ଆସି ତାଙ୍କରି ନେତା ହୋଇ ତାଙ୍କୁ ହିଁ ଶୋଷଣ କରିଛନ୍ତି। ଖାଲି ଚାନ୍ଦା–ଚାନ୍ଦାରେ ହିଁ ଏମାନେ ପରିପୁଷ୍କ। ପ୍ରଥମେ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦକରି ସାଧାରଣଙ୍କ ମନରେ ଆଶାସଞ୍ଚାର କରନ୍ତି। ତାଙ୍କରିଠାରୁ ଭୋଟ ନେଇ ତାଙ୍କରି ପ୍ରତିନିଧ ବୋଲାଇ ସେହିମାନଙ୍କୁ ଅସୁବିଧାରେ ପକାନ୍ତି। ଏହିଭଳି ଲୋକମାନେ ଶିବଲୋକ ବ୍ରହ୍ମ ଲୋକକୁ ଯିବେ କିପରି? ତାହା ହେଲେ କଣ ବର୍ତ୍ତମାନ ଯେତେ ମରୁଛନ୍ତି ସମସ୍ତେ ପାପୀ? ବ୍ରହ୍ମା କହିଲେ। ନା ପିତାମହ ବର୍ତ୍ତମାନ ଯେତେ ମରୁଛନ୍ତି ସେମାନଙ୍କ ମଧ୍ୟରୁ କେତେକ ପୂଣ୍ୟବାନ ଅଛନ୍ତି। ଆମଲୋକ ସେମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଶିବ ଲୋକ ବିଷ୍ଣୁ ଲୋକର ଲୋକମାନେ ଆସି ତାଙ୍କୁ ତାଙ୍କ ପୁରକୁ ନେଇ ଯାଇଛନ୍ତି। ବ୍ରହ୍ମା ସ୍ତମ୍ଭୀଭୂତ ହେଲେ ଯମଙ୍କ କଥାଶୁଣି। ସେ ନିଜେ ମଧ୍ୟ ଯମପୁର ଆଡ଼ୁ ହା ହଲ୍ଲା ସ୍ୱର ଭାଷି ଆସୁଥିବା ଶୁଣିବାକୁ ପାଇଲେ। ସେ ଇନ୍ଦ୍ରଙ୍କୁ ଅନାଇ କହିଲେ, ନା ଇନ୍ଦ୍ର। ମୁଁ ତୁମ କଥା ମୁତାବକ କୌଣସି ବ୍ୟବସ୍ଥା ଗ୍ରହଣକରି ପାରିବି ନାହିଁ। ବିଶେଷତଃ ମେଘମାନଙ୍କୁ ବରଖାସ୍ତକରି ନୂତନ ମେଘ ସୃଷ୍ଟି କରିବାପାଇଁ ବିଷ୍ଣୁଙ୍କର ଅନୁମୋଦନ ଲୋଡ଼ା। ଚଲ ଆମେ ସମସ୍ତେ ଘଟିଥିବା ଘଟଣାର ନଥିପତ୍ର ଓ ନିଜର ଟିପଣୀଧରି ବିଷ୍ଣୁଙ୍କୁ ଭେଟିବା। ମୋର ମନେହୁଏ ଏହାର ଉଚିତ ବିଚାର ସେ ହିଁ କରି ପାରିବେ। ଯମ ଓ ଇନ୍ଦ୍ରଙ୍କୁ ଧରି ବ୍ରହ୍ମା ଚାଲିଲେ ବିଷ୍ଣୁଙ୍କ ପାଖକୁ। ବିଷ୍ଣୁ ପୁରର ଦ୍ୱାର ଦେଶରେ ଜୟ ବିଜୟ ଦ୍ୱାରୀ ରୂପେ ଦଣ୍ଡାୟମାନ। ସେ ବ୍ରହ୍ମାଦି ଦେବତାଙ୍କୁ ଦେଖି କହିଲେ, ବର୍ତ୍ତମାନ ବିଷ୍ଣୁ ବିଶ୍ରାମ କକ୍ଷରେ ବିଶ୍ରାମ କରୁଛନ୍ତି। ସେ ମର୍ତ୍ତ୍ୟପୁର ଆଡ଼େ ବୁଲି ଯାଇଥିଲେ। ସେଠାରୁ ଫେରି ବିଶ୍ରାମ ନେଉଛନ୍ତି। ଏ ସମୟରେ କେହି ତାଙ୍କ ପାଖକୁ ଯିବା ନିଷେଧ। ବ୍ରହ୍ମା ଜୟ ବିଜୟଙ୍କୁ ବୁଝାଇ କହିଲେ ସେମାନେ ଏକ ଜରୁରୀ ବିଷୟ ଆଲୋଚନା ପାଇଁ ଆସିଛନ୍ତି। ସାମାନ୍ୟ ବିଳମ୍ୱରେ ବିଶ୍ୱର ବହୁକ୍ଷତି ହୋଇଯିବ। ତେଣୁ ସେମାନେ ଶୀଘ୍ର ବିଷ୍ଣୁଙ୍କୁ ଦେଖା ନକଲେ ହେବ ନାହିଁ। ଜୟ ବିଜୟ ବ୍ରହ୍ମାଙ୍କ କଥା ଶୁଣି ବିଷୟଟିର ଗୁରୁତ୍ୱ ଉପଲବ୍ଧି କଲେ। ବ୍ରହ୍ମାଦିଙ୍କ ଆଗମନ ବିଷୟ ଶୀଘ୍ର ବିଷ୍ଣୁଙ୍କୁ ଜଣାଇବାକୁ ବିଜୟ ଭିତରକୁ ଗଲେ। ଜୟ ବାହାରେ ଛିଡ଼ାହୋଇ ରହିଲେ। ମାତ୍ର ଟିକିକ ପରେ ବିଜୟ ଭିତରୁ ଫେରି ଆସି ବିଷ୍ଣୁଙ୍କର ଅନୁମତି ଜଣାଇ ତାଙ୍କ ପାଇଁ ଦ୍ୱାର ମେଲାକରି ରଖିଲେ। ବ୍ରହ୍ମା, ଯମ ଏବଂ ଇନ୍ଦ୍ରଙ୍କୁ ଧରି ଭିତରକୁ ଗଲେ। ବିଷ୍ଣୁ ସଭା ମଣ୍ଡପରେ ତାଙ୍କୁ ଅପେକ୍ଷା କରିଥାନ୍ତି। ବ୍ରହ୍ମାଦି ଦେବତା ବିଷ୍ଣୁଙ୍କୁ ଯଥା ସମ୍ମାନ ଜଣାଇ ଆସିବାର ଘାଟଣା ଆମୁଳ ଚୂଳ ବର୍ଣ୍ଣନା କଲେ। ବିଷ୍ଣୁ ସବୁ ଘଟଣା ମନଯୋଗ ସହକାରେ ଶୁଣି କହିଲେ, ବାସ୍ତବିକ୍ ପୃଥିବୀ ବର୍ତ୍ତମାନ ଏକ ଦୁଃସମୟର ମଧ୍ୟରେ ଗତିକରୁଛି। ପୃଥିବୀର ମାନବ ଗୋଷ୍ଠି ମଧ୍ୟରେ ଯେଉଁମାନେ ଉଚ୍ଚ ବୋଲି ସମାଜ ଜ୍ଞାନକରୁଛି ସେମାନେ ଅତି ନିମ୍ନ ମନବୃତ୍ତିର ଲୋକ ହୋଇ ଯାଇଛନ୍ତି। ନିଜର ପଦବୀ ମର୍ଯ୍ୟାଦା ଭୁଲି କ୍ଷଣଭଙ୍ଗୁର ଦୁନିଆଁରେ ଚିରଦିନ ରହିଲାଭଳି ଅତି ହୀନବୃତ୍ତିରେ ନିଜକୁ ପରିପୁଷ୍ଟ କରୁଛନ୍ତି। ଅନ୍ୟାୟ ଅତ୍ୟାଚାର ଚୋରୀ ଆଦିରେ ବିଶ୍ୱର ରସାତଳଗାମୀ। ସାଧାରଣ ଲୋକେ ବିଚାରାଳୟରେ ଉଚିତ ବିଚାର ମଧ୍ୟ ପାଇପାରୁ ନାହାଁନ୍ତି। ଉଚ୍ଚ ପଦସ୍ଥ ରାଜ କର୍ମଚାରୀ ତାଙ୍କ ଅଧୀନସ୍ଥ କର୍ମଚାରୀଙ୍କୁ ମଧ୍ୟ ଭଲ ଚକ୍ଷୁରେ ଦେଖୁ ନାହାନ୍ତି। ତେଣୁ ମେଘମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ମିଥ୍ୟା ନୁହେଁ। ତଥାପି ମାନବ ସମାଜର କେତେକ ଭଲ ଲୋକତ ଅଛନ୍ତି? ସେମାନଙ୍କୁ ତ ପୁଣି ବଞ୍ଚାଇବାକୁ ହେବ। ବ୍ରହ୍ମା ମେଘ ସଂପର୍କୀୟ ନଥିଟି ବିଷ୍ଣୁଙ୍କ ପାଖରେ ରଖିଦେଲେ। ବିଷ୍ଣୁ ନଥିର ପୃଷ୍ଠା ଓଲଟାଇ ପଢ଼ କହିଲେ, ମେଘମାନଙ୍କୁ ଏଥିପାଇଁ କାର୍ଯ୍ୟରୁ ଅନ୍ତର କରିବା ମନବୃତ୍ତି ସେହି ମର୍ତ୍ତ୍ୟ ଲୋକଙ୍କ ଭାଷାରେ ବୁର୍ଜୀୟା ମନବୃତ୍ତି ଭଳି ହେଲା। ସେମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ଯଦି ସତ୍ୟଭଳି ଜ୍ଞାନ କରାଯାଏ, ତେବେ ସେମାନେ ଯେଉଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି ତାହା ତୁମେ ବି କରିଥାନ୍ତ। ତେଣୁ ତାଙ୍କର ଅପରାଧ କେଉଁଠି? ଯାହା ହେଉ ବର୍ତ୍ତମାନ ତୁମ୍ଭେମାନେ ଏ ବିଷୟରେ କିଛି ଭାବିବା ଦରକାର ନାହିଁ। ମୁଁ ନିଜେ ତାର ବ୍ୟବସ୍ଥା କରୁଛି। ନିଶ୍ଚିନ୍ତ ମନରେ ତୁମେ ଫେରି ଯାଇପାର। ଚାଲିଯିବା ପୂର୍ବରୁ ଇନ୍ଦ୍ର କହିଲେ ଆପଣ କଣ ମେଘମାନଙ୍କୁ ଡାକି ବର୍ଷାପାଇଁ ଆଦେଶ ଦେବେ। ମାତ୍ର ସେମାନେ ଯଦି ନମାନନ୍ତି ତେବେ ସମସ୍ତଙ୍କୁ ଏହା ବାଧିବ।